ତୁମେ କିଛି ଶୁଣିଛ? ନିର୍ମଳ ହସରେ ଉଦ୍ଭାସିତ ହୋଇଉଠିଲା ତନୁଶ୍ରୀର ଗୋରା ମୁହଁଟି। କହିଲା ଜାଣିଛି ନାନୀ, ମୁଁ ଜାଣିବିନି ତ ଆଉ ଜାଣିବ କିଏ। ଭାଇନା ମୌସୁମୀ କଥା ଶୁଣି ଏକାଥରେ ରାଜି। ଆମ ଘରେ ଏଇକ୍ଷଣି ସମସ୍ତ ଆନନ୍ଦ ଦରିଆରେ ଭାସୁଛନ୍ତି। ବୋଉଙ୍କର ଖୁସିକଥା ତ କହିଲେ ନ ସରେ। ସାକାଳୁ ଆନନ୍ଦରେ କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦୁଛନ୍ତି। ଗୋଟିଏ ବୋଲି ପୁଅ ହୋଇ ସେ ଯଦି ତା' ମା' ପାଇଁ ଠିକ୍ ସମୟରେ ବୋହୂଟିଏ ଆଣି ନ ଦିଏ ତେବେ ସେଇ ମା' ମନ କ'ଣ ହେବ ନିଶ୍ଚୟ ତୁମେ ବୁଝିପାରୁଥିବ। ଭାଇନାଙ୍କ ଯୋଗୁଁ ଘରେ ଆଜିପର୍ଯ୍ୟନ୍ତ ବୋଉଙ୍କ ମନରେ ବହୁତ ଦୁଃଖ ଜମି ଯାଇଥିଲା। ତେଣୁ ଏଇ ହସକାନ୍ଦର ସମାବେଶ। ଆଚ୍ଛା ନାନୀ, ତୁମ ନଣନ୍ଦଙ୍କର ଫଟୋ ତୁମ ପାଖରେ ନାହିଁ? ବୋଉଙ୍କର ଭାରି ମନ ତାଙ୍କର ଗୋଟିଏ ଫଟୋ ଦେଖିବାକୁ। ଯଦି ଥାଏ ମୋତେ ଖଣ୍ତିଏ ଦିଅ, ଯଦି ନ ଥାଏ ସେଠାକୁଯାଇ ନିଶ୍ଚୟ ଖଣ୍ତିଏ ପଠାଇବ। ବୋଉ କହୁଥିଲେ, ଏଇ ମାର୍ଗଶିର ମାସରେ ବିଭାଘରୁ ସାରିଦେବାକୁ। ଭାଇନା ତ ବାୟା ମଣିଷ, କେତେବଳେ ନାହିଁକରି ବସିବେ। ବୋଉ ଡରୁଛନ୍ତି। ଆଉ ଦେଖ ନାନୀ, ମୋ ଭାଗ୍ୟ କେଡ଼େ ଖରାପ। ଘରୁ ତ କୁଆଡ଼େ ଯାଇପାରେନି। ଆଜି ଯଦି ଏଠିକି ଟିକିଏ ବୁଲି ଆସିବାକୁ ସୁବିଧା ପାଇଲି ତମେ ତେଣେ ଦିଲ୍ଲୀକି ଟିକଟ୍ କାଟି ବସିଲଣି। ଅଳକା ହସିଲେ, କହିଲେ–ଫଟୋ କାହିଁକି! କାଲି ତ ତାଙ୍କ ସହିତ ମୌସୁମୀ ଆସୁଛି-। ତୁମ୍ଭେମାନେ ସମସ୍ତେ ତାକୁଇ ଦେଖିନେବ। ତନୁ ତାଳିବଜାଇ ନାଚିଉଠିଲା, କହିଲା–ସତରେ ସେମାନେ କାଲି ଆସିବେ? କି ମଜା-! ଆମେ ପଅରଦିନ ସମସ୍ତେ ଆସି ତାଙ୍କୁ ଦେଖିଯିବୁ। ଆଚ୍ଛା ନାନୀ, ତାଙ୍କୁ ଦେଖି ଆମର ତ ନିଶ୍ଚୟ ପସନ୍ଦ ହେବ। ବାହାଘର ବି ନିଶ୍ଚୟ ହେବ ତା'ପରେ ମାର୍ଗଶିରମାସ ତ ଆସିଯାଉଛି। ତୁମେ ଆଉ ଦିଲ୍ଲୀ ଯିବ କିପରି! ଆସ ଗୋଟାଏ ମାସପାଇଁ ଏତେ ବାଟକୁ ଯିବାଆସିବା କରିବାରେ ପଇସା ଖର୍ଚ୍ଛକରି କି ଲାଭ। ଅଳକା ହସି ହସି କହିଲେ–ସତରେ ଯଦି ତୁମମାନଙ୍କର ମୌସୁମୀ ପସନ୍ଦ ହୁଏ, ତେବେ ମୋ ଯିବା ପ୍ରଶ୍ନ ଏହିକ୍ଷଣି ଆଉ ଉଠିବନି। ମଝିରେ ଗୋଟେ ମାସପାଇଁ ଆଉ କାହିଁକି ଯିବି-। ବରଂ ମୋ ଶ୍ୱଶୁରଙ୍କୁ ଏଠାକୁ ଆସିବାକୁ ଲେଖିଦେବି। ସେ ବି ବହୁତ ଦିନ ଧରି ଖଣ୍ତଗିରି, ପୁରୀ, କୋଣାର୍କ ଏହିସବୁ ଦେଖିବେ ବୋଲି ବ୍ୟସ୍ତ ହେଉଛନ୍ତି। ଏକାଥରକେ ସବୁ କାମ ହୋଇପାରିବ-। ବେଶ୍ ଭଲ ହେବ। ଏତିକିବେଳେ ଡାକ୍ତର ଡାକପକାଇ କହିଲେ–ଆଜି ଏଇଠି ରହିବୁ କି ତନୁ? ସାଡ଼େ ଛଅଟା ପରା ବାଜିଗଲା। ଆ ଯିବା। ମୋତେ ପୁଣି ମୋର ପେସେଣ୍ଟ୍ ଅପେକ୍ଷା କରିଥିବେ। –ଯାଉଛି ଭାଇନା। ଘରୁ ବାହାରିଲା ତନୁଶ୍ରୀ। ପଛେ ପଛେ ଅଳକା ବି ଆସିଲେ। ବଗିଚାରେ ସେତେବେଳେ ଆଶ୍ୱିନର ଗଙ୍ଗଶିଉଳିର ସୁବାସଭରା ସନ୍ଧ୍ୟା। ମନରେ ମୋହ ଜାଗୁଛି। ସଦ୍ୟସ୍ନାତ ଗଛଲତା ଗୁଡ଼ିକ ଧ୍ୟାନମଗ୍ନ ଋଷିପରି ନିଶ୍ଚଳ। ପବନ ବୋଲି ଟିକିଏ ବି ନାହିଁ। ତଥାପି ବେଶ୍ ଥଣ୍ତା ଥଣ୍ତା ଲାଗୁଛି। ବଗିଚାରୁ ଉଠିପଡ଼ି ସମସ୍ତେ ଚାଲିଗଲେ ଘର ଭିତରକୁ। ଭୀମ ନାନାପ୍ରକାର ଖାଦ୍ୟ ସମ୍ଭାରରେ ଟେବୁଲ୍ଟାକୁ ପରିପୂର୍ଣ୍ଣ କରି ରଖିଛି। ଗୋଟିଏ ଗୋଟିଏ ଚେୟାରଧରି ସମସ୍ତେ ବସିପଡ଼ିଲେ। ପରିବେଷଣ କଲେ ଅଳକା। ଡାକ୍ତର ଖାଉ ଖାଉ କହିଲେ–ସତରେ ଅଳକା ଦେବୀ, କି ସୁନ୍ଦର ଯେ ରାନ୍ଧନ୍ତି ଆପଣ-! ଥରେ ଖାଇଲେ ଭୁଲିବାର ନୁହେଁ। କଥା ଛଡ଼ାଇନେଇ ତନୁ କହିଲା–ତୁମେ ତ ସବୁଦିନ ତାଙ୍କ ହାତରୁ ଏଥର ଖାଇବାର ସୌଭାଗ୍ୟ ଅର୍ଜନ କରୁଛ। ଆଉ ଚିନ୍ତା କ'ଣ। ଘରେଥିଲେ ବୋଉ, ଦିଲ୍ଲୀ ଗଲେ ନୂଆବୋଉ। ବାସ୍, ତୁମର ଭାରି। ମଜା। ଲାଲ୍ ପଡ଼ିଗଲା ଡାକ୍ତରଙ୍କ ମୁହଁଟି। ଆଜି ଆଉ ରାଗରେ ନୁହେଁ, ଲାଜରେ। ଡାକ୍ତରଙ୍କ ଲାଜବୋଳା ମୁହଁକୁ ଚାହିଁ ପରିତୃପ୍ତ ହୋଇଉଠିଲା ଅଳକାଙ୍କର ମାତୃ ହୃଦୟ-। ଛଅଫୁଟ୍ ମଣିଷଟି ଭିତରେ ଛୋଟ ଗୋଟିଏ ଶିଶୁକୁ ନିରେଖି ନିରେଖି ଦେଖିଲେ ଅଳକା-। ଆଖିରେ ତାଙ୍କର ଝରିଆସିଲା ଆଶାର ଝରଣା। ସଂଗୋପନରେ ପୋଛିନେଲେ ବିଶାଳ ଦୁଇ ଆଖିପତା। ଡାକ୍ତର ଆଉ କାଥା କହିନାହାନ୍ତି। ହେଲେ, ଆଖିରେ ପଡ଼ିଛି ତାଙ୍କର ଅଳକାଙ୍କର ଆନନ୍ଦାଶ୍ରୁ। ଚଉଡ଼ା ଛାତିଟା ଡାକ୍ତରଙ୍କର ଆହୁରି ଚଉଡ଼ା ହୋଇଗଲା ସେଇ ଦୃଶ୍ୟ ଦେଖି। କନକନାରାୟଣ ଡାକିଲେ–ବୁଲୁ! ତନୁ ମା' ଯାହା କହିଛି ତାହା କ'ଣ ସତ?